ଅଠରନଳା ହେଉଛି ଓଡ଼ିଶା ପୂର୍ଥିବି ଜିଲ୍ଲାରେ ମସିହାରେ ସ୍ଥାପିତ ହୋଇଥିବା ଏକ ପ୍ରାଚୀନ ପୋଲ ତଥା ଏକ ଐତିହାସିକ ସ୍ଥଳୀ। ଅଠରନଳା ପାର ହେଲା ପରେ ଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର ଦେଖାଯାଏ। ବସ୍ ଯୋଗେ ପୁରୀକୁ ଯିବା ବେଳେ ବାଟରେ ଅଠରନଳା ପଡ଼ିଥାଏ। ଏହି ଅଠରନଳା ବନ୍ଧର ଦୈର୍ଘ୍ୟ ଦୁଇ ଶହ ନବେ ଫୁଟ। ଅଠରନଳା ପହଞ୍ଚିଗଲେ ଶ୍ରଦ୍ଧାଳୁ ତଥା ଯାତ୍ରୀମାନେ ଶ୍ରୀକ୍ଷେତ୍ରର ଖୁବ୍ ନିକଟତର ହୋଇଗଲେ ବୋଲି ଭାବିଥାନ୍ତି। ଅଠରନଳାଠାରୁ ଶ୍ରୀମନ୍ଦିରର ନୀଳଚକ୍ର ଓ ଦଧିନଉତି ଦୃଶ୍ୟମାନ ହୁଏ। ପୂର୍ବେ ମାଳିନୀ ନଦୀ ପୁରୀକୁ ଦୁଇ ଭାଗ କରି ସମୁଦ୍ରରେ ମିଶୁଥିଲା। ସେଥିପାଇଁ ରଥଯାତ୍ରାରେ ମହାପ୍ରଭୁ ତିନି ରଙ୍ଗରେ ବଡ଼ଶଙ୍ଖ ପର୍ଯ୍ୟନ୍ତ ଯାଉଥିଲେ। ସେଠାରୁ ମାଳିନୀ ନଦୀ ପାର ହୋଇ ତିନୋଟି ସାନ ରଥରେ ଗୁଣ୍ଡିଚା ମନ୍ଦିର ଯାଉଥିଲେ। ମାଳିନୀ ନଦୀ ପୋତି ଦିଆଯିବା ପରେ ଛଅଟି ରଥ ନ ହୋଇ ତିନୋଟି ରଥରେ ଯାତ୍ରା ହେଲା। ମାଳିନୀ ନଦୀର ଏକ ଶାଖା ନଦୀ ଜଗନ୍ନାଥ ସଡ଼କର ଶେଷ ମୁଣ୍ଡରେ ଅର୍ଥାତ୍ ପୁରୀ ନଗର ସୀମାରେ ପଶ୍ଚିମ ଦିଗକୁ ପ୍ରବାହିତ ହେଉଥିଲା। ଉକ୍ତ ଶାଖା ନଦୀକୁ ମୁଷା ନଦୀ କୁହାଯାଉଥିଲା।ପୁରୀକୁ ଯାତ୍ରୀମାନେ ଆସିଲେ ନଦୀଘାଟରେ ଅପେକ୍ଷା କରିବାକୁ ପଡ଼ୁଥିଲା। ଯେଉଁମାନଙ୍କର କର ଦେବାରେ ସାମର୍ଥ୍ୟ ନଥିଲା, ସେମାନଙ୍କ ପାଇଁ ସପ୍ତାହରେ ଗୋଟିଏ ଦିନ ମାଗଣା ଯିବାର ବ୍ୟବସ୍ଥା ଥିଲା। ଯାତାୟାତ ସମସ୍ୟା ଦୂର କରିବା ପାଇଁ ଗଙ୍ଗବଂଶର ରାଜା ଦ୍ୱିତୀୟ ନରସିଂହଦେବ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ସଡ଼କ ମଧ୍ୟରେ ସଂଯୋଗ ପାଇଁ ଏକ ପୋଲ ନିର୍ମାଣ କରିଥିଲେ, ଯାହାକି 'ଅଠରନଳା' ନାମରେ ପ୍ରସିଦ୍ଧ ହୋଇଥିଲା। ଅନ୍ୟ ଏକ ତଥ୍ୟ ଆଧାରରେ ଗଙ୍ଗବଂଶର ରାଜା ଭାନୁଦେବଙ୍କ ଦ୍ୱାରା ଏହା ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା।କିମ୍ବଦନ୍ତୀ ମତରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏହାକୁ ନିର୍ମାଣ କରିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହେବା ପରେ ନିଜର ଅଠର ଜଣ ପୁଅଙ୍କୁ ନଦୀ ଜଳରେ ବଳି ଚଢ଼ାଇବା ପରେ ଏହା ତିଆରି କରିବାକୁ ସକ୍ଷମ ହୋଇଥିଲେ। ପୂର୍ବରୁ ଓଡ଼ିଶାର ରାଜା ମତ୍ସ୍ୟକେଶରୀ ମଧୁପୁର ନଦୀ ଉପରେ ଏହି ପୋଲ ନିର୍ମାଣ କରାଇଥିଲେ। ଏ ପୋଲରେ ଅଠରଟି ଫୁକାର ଅଛି। ଏ ଫୁକାରମାନ ଖିଲାଣକାମ ନ ହୋଇ ପଥରମାନଙ୍କ ଦ୍ୱାରା ଲହଡ଼ିମୁଦ କରାଯାଇ ତିଆରି ହୋଇଥିଲା।ଏହି ପୋଲରେ ଉନେଇଶ ଖମ୍ବ ରହିଥିବା ବେଳେ ପାଣି ଯିବା ପାଇଁ ଅଠରଟି ନଳା ରହିଛି। ଏହାର ଲମ୍ବ ପାଞ୍ଚଅଶୀ ମିଟର ଓ ଓସାର ଏଗାର ମିଟର। ମାଦଳା ପାଞ୍ଜିରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଗଣନା କଲେ ମସିହାରେ ଏହି ପୋଲ ନିର୍ମାଣ ହୋଇଥିବାର ଅନୁମାନ କରାଯାଏ। ଏଥିରେ ଥିବା ଖିଲଣଗୁଡ଼ିକ ଷୋହଳ ଫୁଟରୁ ସତାଇଶ ଫୁଟ ପର୍ଯ୍ୟନ୍ତ। ଏହାର ମଝି ଖିଲଣଟି ବଡ଼ ଓ ଅନ୍ୟ ଖିଲଣଗୁଡ଼ିକ ଦୁଇପାଖକୁ କ୍ରମାନ୍ୱୟରେ ଛୋଟ ହୋଇଯାଇଛି। କନ୍ଦା ଓ ବାଲିଆ ପଥର ବ୍ୟବହାର କରି ଅଠରନଳା ତିଆରି କରାଯାଇଛି। ଅତୀତରେ ଶ୍ରୀକ୍ଷେତ୍ରରେ ଚଉଦଟି ଘାଟ ମଧ୍ୟରୁ ଦଶଟି ନଦୀଘାଟ ହୋଇଥିବା ବେଳେ ଚାରିଟି ସମୁଦ୍ରଘାଟ ଅଟେ। ନଦୀଘାଟ ମଧ୍ୟରୁ ଅଠରନଳାର ପ୍ରସିଦ୍ଧି ଥିଲା। ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଜପତି ମହାରାଜା ପ୍ରତି ଘାଟରେ ପ୍ରତିହାରୀ ସେବକମାନଙ୍କୁ ନିଯୁକ୍ତ କରିଥିଲେ। ସେମାନଙ୍କୁ ଘାଟଦ୍ୱାର ପ୍ରତିହାରୀ କୁହାଯାଉଥିଲା। ସେମାନେ ପାଳି କରି ଚବିଶ ଘଣ୍ଟା ଘାଟ ଜଗୁଥିଲେ। ଅଠରନଳା।